ଗୋଟାସୁଦ୍ଧା ନାଟୁଆଙ୍କ ପରି କଥା ଭିତରେ ବୋହି ଯାଉଥାନ୍ତି। ଭକ୍ତିର ଘର ଭିତରେ ସତେ ଅବା ଗୋଟାଏ ମୂଷାପଲ ଆଣି ପୂରାଇ ଦେବାକୁ ଆଦେଶ ପାଇ ସେଠାକୁ ଆସିଥାନ୍ତି। ମୁଁ ଭାବେ, ଭଗବାନଙ୍କୁ ଯେ ଭାବଗ୍ରାହୀ ବୋଲି ଏକଦା କୁହାଯାଇଛି, ଏହି ଭାଟମାନେ କ'ଣ ସେତେବେଳେ ସେକଥାକୁ ସଂପୂର୍ଣ୍ଣ ଭାବରେ ଭୁଲି ଯାଇଥାନ୍ତି ଓ ତେଣୁ ଭାବପ୍ରବଣତାର ଭାଙ୍ଗ ଖାଇ ମଞ୍ଚକୁ ଆସିଥାନ୍ତି? ସେମାନେ ହୁଏତ ଆଉ ପ୍ରକାରେ କଥା କହୁଥିଲେ ଜଗନ୍ନାଥଙ୍କ ନାମରେ ଆମକୁ ଧ୍ୟାନସ୍ଥ କରି ଆଣୁଥାନ୍ତେ। ଆମକୁ କେଡ଼େ ସ୍ୱାଭାବିକ ଭାବରେ ଅସଲ ରଥସ୍ପର୍ଶ ଆଣି ଦେଉଥାନ୍ତେ। ଆମକୁ ନିଜର ଅସଲ ଘରମାନଙ୍କରେ ଆଣି ପହଞ୍ଚାଇ ଦେଇ ପାରୁଥାନ୍ତେ। ଏବଂ, ଏହାଠାରୁ ବଳି ଜଗନ୍ନାଥ ନାମକ ଠୁଳ କଳ୍ପନାଟିର ଆଉ ଅଧିକ କି ପ୍ରୟୋଜନ ରହିଛି, କେହି ଚିନ୍ତା କରି କହୁ ତ! ଓଡ଼ିଶାରେ ନିଜକୁ ଓଡ଼ିଆ ବୋଲି ଅନୁଭବ କରିବା ବସ୍ତୁତଃ ଏକ ଭାବର ବ୍ୟାପାର। ଶତକଡ଼ା ଯେଉଁ ପାଞ୍ଚଜଣ ସମ୍ଭ୍ରାନ୍ତମାନଙ୍କର ମଞ୍ଚରେ ଛିଡ଼ା ହୋଇ ଆମକୁ ସ୍ୱାଭିମାନ ବିଷୟରେ ପଞ୍ଚଶର ମାରନ୍ତି, ସେମାନେ ସେତେବେଳେ ଓଡ଼ିଶାରେ ମୋଟେ ନଥାନ୍ତି, ସତେ ଅବା ବୋହିଯାଇ ଆଉ କୋଉ ମୁଲକରେ ମୃଗୟା କରିବାରେ ଲାଗିଥାନ୍ତି। ସେମାନେ ଖାରବେଳଙ୍କ କଥା କହନ୍ତି- ସତେଅବା ଆମେ ସମସ୍ତେ ସେହିମାନଙ୍କୁ ଖାରବେଳ ବୋଲି କହି ହରିବୋଲ ଦେଉ ବୋଲି ସେମାନେ ଆମଠାରୁ ଆଶା କରୁଥାନ୍ତି। ହଁ, ଓଡ଼ିଶାର ସାଧବମାନେ ବୋଇତ ନେଇ ସମୁଦ୍ରପାରିକୁ ବାଣିଜ୍ୟ କରି ଯାଉଥିଲେ ବୋଲି କହୁଥିବା ସମୟରେ ନିଜ ଛାତି ଭିତରେ ସତେ ଅବା ଲୁଚି ଛପି କୋଉଠି ବସିଥିବା ଏକ ସାଧବକୁ ହିଁ ଅନୁଭବ କରନ୍ତି। ସାଧବର ଗଭା ପିନ୍ଧି କୋଉ ନଦୀରେ ଜ୍ୟୋତ୍ସ୍ନା ବିହାର କରିବାକୁ ଯାଇଥାନ୍ତି କେଜାଣି, ହଠାତ୍ ବାରବାଟୀରେ ଲଳନାମାନେ ବିଦେଶରୁ ପ୍ରତ୍ୟାଗତ ବୋଇତଗୁଡ଼ିକୁ ବନ୍ଦାଇବାକୁ ଆସୁଥିବାର ପ୍ରତ୍ୟକ୍ଷ କରନ୍ତି ଏବଂ ଉତ୍ଫୁଲ୍ଲ ହେଉ ହେଉ ହାହାକାର ମଧ୍ୟ କରନ୍ତି। ସେମାନେ ଆମର ବର୍ତ୍ତମାନଟାକୁ ଟେକିନେଇ ଅତୀତ ଭିତରେ ବୁହାଇ ଦିଅନ୍ତି ଏବଂ ପ୍ରତାରିତ କରନ୍ତି। ଏକଦା ଏହିପରି ବୋହିଯିବାକୁ ଏବଂ ବୁହାଇ ନେଇଯିବାକୁ ହିଁ ଜାତୀୟତାବାଦ ବୋଲି କୁହାଯାଉଥିଲା। ଏକ ଜାତୀୟତାବାଦୀ ଆଧୁନିକତାର ବିସ୍ମରଣ ଭିତରେ ଆମର ଚିତ୍ପ୍ରତ୍ୟୟଗୁଡ଼ିକୁ ସତେ ଅବା ଭାରି ଖଦଡ଼ା କରି ରଖିବାର ପ୍ରଚେଷ୍ଟା କରାଯାଉଥିଲା। ଏହିପରି ଏକ ଭାବ ବୋହିଯାଉଥିବା ମଞ୍ଚ ଉପରେ ବସି ଏହି ଓଡ଼ିଶା ଭୂମିର ରାଜା ଓ ଜମିଦାରମାନେ ଉତ୍କଳଗୌରବଙ୍କୁ ମଝିରେ ବସାଇ ଓଡ଼ିଶା କଥା ଚିନ୍ତା କରୁଥିଲେ। ତୁମେ ବାବୁ ଭାବରେ ବଞ୍ଚିବ ତ ପ୍ରକୃତିସ୍ଥ ହୁଅ। ଏମିତି ଅଣଆୟତ୍ତ ଭାବରେ ମୋଟେ ବୋହିଯିବାକୁ ମନ କରନାହିଁ। ଏହି ପୃଥିବୀ ଅମିତ ଭାବ-ସମ୍ଭାବନାରେ ପୂର୍ଣ୍ଣ ହୋଇରହିଛି। ଆମ ସାହିତ୍ୟ, ଦେଶପ୍ରୀତି ଏବଂ ଯାବତୀୟ ଅନ୍ୟ ଅନୁରାଗ ସେହି ସମ୍ଭାବନାଗୁଡ଼ିକର ଉନ୍ମୀଳନ ନିମନ୍ତେ ନିମିତ୍ତ ହୋଇ ବାହାରିବାର ଯୋଗ୍ୟ ହେଉ ଆମ ନିଜ ଭିତରେ ଯାବତୀୟ ଭାବ ସୁସ୍ଥ ଅନୁକୂଳତା ପାଇ ଏପରି ଭାବରେ ପଲ୍ଲବିତ ହୋଇ ଆସନ୍ତୁ, ଯାହା ଫଳରେ କି ଆମର ଯାବତୀୟ କ୍ରିୟାଶୀଳତା ପୃଥିବୀରେ ଭାବର ଅଭିବୃଦ୍ଧି ଉଦ୍ଦେଶ୍ୟରେ କାମରେ ଲାଗୁ। ଏହି ଦେଶରେ ଅଥବା ଆମ ଦେଶପ୍ରୀତିର ଯାବତୀୟ କ୍ଷେତ୍ରରେ ଯଦି ଭାବରେ ଅଭିବୃଦ୍ଧି ପ୍ରକୃତରେ ଘଟୁଥାନ୍ତା, ତେବେ କେବଳ ସାହିତ୍ୟ କିମ୍ବା ସ୍ୱଦେଶାନୁରାଗ ନୁହେଁ, ଆମ ରାଜନୀତିଟା ମଧ୍ୟ ଏବେ କଦାପି ଏହି ଅଲକ୍ଷଣା ସ୍ତରରେ ଆସି ପହଞ୍ଚି ନଥାନ୍ତା। ଭାବ ବଢ଼ିଲେ କୃତ୍ରିମତା ହ୍ରାସ ପାଏ, କଦାପି ବଢ଼େ